ପଢ଼ା ହେଉଥିବା ବହିମାନଙ୍କରେ ତପସ୍ୱୀମାନଙ୍କର ଜୀବନ କଥାଗୁଡ଼ିକ କେଡ଼େ ବିଚକ୍ଷଣ ବାଗରେ ଲେଖା ହୋଇ ରହିଥାଏ। ପିଲାମାନେ ତାକୁ ପଢ଼ନ୍ତି, କଣ୍ଠ ଦ୍ଵାରା ବା ମଥା ଦ୍ୱାରା ଆୟତ୍ତ କରନ୍ତି ଏବଂ ପରୀକ୍ଷାରେ ସେଗୁଡ଼ିକ ପୂର୍ଣ୍ଣ ନିଖୁଣ ଭାବରେ ଲେଖିଦେଇ ପାରନ୍ତି। ଏହିସବୁ ପାଠ ପଢ଼ି ସେମାନେ ଏକ ଭୋଗୀ ସଂସାର ନିମନ୍ତେ ପ୍ରସ୍ତୁତ ହୋଇଥାନ୍ତି। ତପସ୍ୱୀମାନେ ବହିରେ ଥାଆନ୍ତି, ଛକ ସ୍ଥାନମାନଙ୍କରେ ମୂର୍ତ୍ତି ହୋଇ ଥିବା ଶୋଭା ପାଉଥାଆନ୍ତି, ପୂଜ୍ୟ ପୂଜାର ତାଲିକାରେ ସବା ଆଗେରେ ରହିଥାନ୍ତି। ତପସ୍ୱୀମାନେ ପୂଜା ପାଉଥାଆନ୍ତି, ସେହିମାନେ ହିଁ ଜାତିର ବା ଦେଶର ଟେକ ରଖିଲେ ବୋଲି ଆକାଶକୁ ଗୋଟାଏ ବାଣ ଛାଡ଼ିଲା ପରି କଥାମାନ କୁହାଯାଉଥାଏ ଅଥଚ ଯାବତୀୟ ଆୟୋଜନ ଭୋଗ ପାଇଁ ହିଁ ଲାଗି ରହିଥାଏ। ଆମ କାଳରେ, ଆମ ଦେଶରେ ଅନେକ ସମୟରେ ସେହି କଥାଟି ସର୍ବଦା ଭାରି ଆଚମ୍ବିତ ଲାଗେ। ଜଣେ ଶିକ୍ଷକକୁ ସମ୍ଭବତଃ ବିଶେଷ ଭାବରେ ଆଚମ୍ବିତ ଲାଗୁଥିବ। ସିଏ ଭାବୁଥିବ, ଜଣେ ତପସ୍ୱୀ ବିଷୟରେ ଉଦାହରଣ ସ୍ଵରୂପ ଆମ ଭାରତବର୍ଷରେ ଗାନ୍ଧୀଜିଙ୍କ ବିଷୟରେ ସିଏ ନିଜ ଅନ୍ତର ଭିତରୁ କେତେ କଣ କଥା ପିଲାମାନଙ୍କ ଆଗରେ କହୁଛନ୍ତି, ସିଏ ଯେଉଁପରି ଗଦ୍ଗଦ୍ ହୋଇ କହୁଛନ୍ତି ପିଲାମାନେ ମଧ୍ୟ ଠିକ୍ ସେହିପରି ଗଦ୍ଗଦ୍ ହୋଇ ଶୁଣୁଥିବା ପରେ ମନେହେଉଛି। ମାତ୍ର ପିଲାଟି ବଡ଼ ହୋଇ ତଥାପି ତପସ୍ୟାକୁ କ୍ଵଚିତ ମନ କରୁଛି, ଯିଏ ସତେଅବା କୌଣସି ନିୟମକୁ ମାନି ଭୋଗକୁ ହିଁ ମନ କରୁଛି, ସଫଳତାକୁ ମନ କରୁଛି, ସ୍ୱାର୍ଥକୁ ହିଁ ମନ କରୁଛି। ବିଦ୍ୟାଳୟ ହାରି ହାରି ଯାଉଛି, ପିଲାଟା ଜୀବନରେ ତା ବାପାର କଥାଟାକୁ ଅଧିକ ମାନୁଛି, ଅଧିକ ସାର ଓ ପ୍ରକୃତ ବୋଲି ଗ୍ରହଣ କରୁଛି। ପିଲାଟି ବଡ଼ ହୋଇ ତା ବାପା ପରି ହେବାକୁ ଚେଷ୍ଟା କରୁଛି। ବାପା ବନାଇଥିବା ଘରଟି ଠାରୁ ହୁଏତ ଆହୁରି ଅଧିକ ଉଚ୍ଚ ଘରଟାଏ ନିଜେ ତିଆରି କରିବ ବୋଲି ସିଏ ନିଜକୁ କ୍ରମେ ମଣ କରି ନେଉଛି। ଏକ ଭୋଗୀ ସମାଜରେ ଜଣେ ଶିକ୍ଷକର ଜୀବନରେ ସମ୍ଭବତଃ ଏହାକୁ ହିଁ ସବୁଠାରୁ ବଡ଼ ବିଡ଼ମ୍ବନା ବୋଲି କୁହାଯାଇ ପାରିବ। ତପସ୍ୱୀମାନେ ପୂଜ୍ୟ ଓ ସେମାନଙ୍କର ପୂଜା କରାଯିବା ଉଚିତ ବୋଲି ବାପାମାନେ ବି କହୁଛନ୍ତି। ମାତ୍ର ସନ୍ତାନଟି ତାର ସତ ଜୀବନରେ ତପସ୍ୟାକୁ ନୁହେଁ, ଭୋଗକୁ ହିଁ ମନକରୁ ବୋଲି କାହିଁକି କେଡ଼େ ବିକଳ ହୋଇ ଚିନ୍ତା କରୁଛି? ପୂଜାଟାକୁ କାହିଁକି ତପସ୍ୱୀମାନଙ୍କୁ ଗିଳି ଶେଷ କରିଦେବାର ଏକ ଉପାୟ ପରି ବ୍ୟବହାର କରୁଛି? ଏଇଟା କାହାର ଭୁଲ, ବିଧାତାଙ୍କର ନା ଆଉ କାହାର? କାଳକାଳକୁ ଭୋଗ ରହିଥିବ, ଭୋଗୀମାନେ ବି ରହିଥିବେ। କାଳକାଳକୁ ଆମର ନିଲଠା ଶାସ୍ତ୍ରମାନେ ଭୋଗଟା ମଣିଷକୁ ଭାରି ଅମଣିଷ କରିପକାଏ ବୋଲି ଶ୍ଳୋକ ବୋଲି କହିବାରେ ଲାଗିଥିବେ। ଗୁରୁଜୀମାନେ ବି ପ୍ରାୟ ସମାନ ନିଲଠାପଣ ସହିତ ଏହିପରି ଏକ ଦ୍ୱିବିଧାଚାର ସହିତ ପ୍ରାୟ ଏକ ସୌରାଚାରୀ ଆଗ୍ରହ ନେଇ ପୃଥିବୀଟାକୁ ନିର୍ମମ କରି ରଖିଥିବେ। ପାଠଗୁଡ଼ାକ ମଧ୍ୟ ହୁଏତ ଅନୁରୂପ ପଢ଼ା ହେଉଥିବ ଏବଂ ଜଣେ ସ୍ଵାଭିମାନୀ ଶିକ୍ଷକ ନିଜ ଭିତରେ କଷ୍ଟ ପାଇବାରେ ଲାଗିଥିବ। ସିଏ କାହିଁକି କେଉଁ ପାପର ଫଳରେ ବଜାରଟା ପାଇଁ ନିଜର ମହତମାନଙ୍କୁ ହରାଇବାକୁ ଏହି ଝଅକମରା ଧନ୍ଦାଟାକୁ ଆଦରି ନେଲା ବୋଲି ନିଜକୁ ଝିଙ୍ଗାସିବାରେ ବି ଲାଗିଥିବା ଏବଂ ତପସ୍ୱୀମାନେ ମଧ୍ୟ ଅଲମ୍ବତ ରହିଥିବେ। ସେମାନେ ତପସ୍ୟାରତ ହୋଇ ରହିଥିବେ। ଦରବାରରେ ଥିବେ ସିନା ତଥାପି ଦରବାର ପାଖରେ ଆପଣାକୁ ମୋଟେ ବିକିଦେଇ ନଥିବେ। ଭୋଗ ସହିତ ପ୍ରତିଯୋଗିତାରେ ଅବତରଣ କରିବାଟା କଦାପି ତପସ୍ୟାର କାର୍ଯ୍ୟ ହୋଇ ରହିନଥିବ। ତଥାପି ତପସ୍ୟା ପାକଳ ହେଉଥିବା ଅପେକ୍ଷା